କ'ଣ କଥା କି? –ଏଇ ସଂସାରଟା ମାୟାର ନୁହେଁ। ଏଇଟା ହେଉଛି ଭୁଲର ସଂସାର–ଭ୍ରାନ୍ତିର ସଂସାର, ମରିଚିକାର ସଂସାର। –ପ୍ରଭେଦ କ'ଣ? –ମାୟାଠାରୁ ମରିଚିକା ଆଉରି ବଡ଼ ଭ୍ରମ। ମାୟାର ବନ୍ଧନରେ ସଂସାରଟା ଅସତ୍ୟ ନ ହୋଇ ସତ ମନେ ହୋଇପାରେ। କିନ୍ତୁ ଭ୍ରମରେ ବନ୍ଧା ସଂସାରରେ ଆଗ–ପଛ ସବୁ ଅସତ୍ୟ-! ମୁଁ ଏହି ଚିନ୍ତାରେ ବାନ୍ଧି ହୋଇ ମରିଯିବାକୁ ଖୋଜେ? –କାହିଁକି? –ତମେ ବୁଝି ପାରିବ ନାହିଁ। –ଏଁ? –ସତ କଥା ରମାକାନ୍ତ। ଯଦି କେବେ ତୁମକୁ ଜୀବନର ଗଭୀର ଅନୁଭବକୁ ତଦାରଖ ପରଖ କରିବାର ସୁବିଧା ମିଳେ। ତାହାହେଲେ ଜାଣିବ ଯେ ଶୀଘ୍ର ଶୀଘ୍ର ସବୁ ସୁବିଧା ପାଇଯିବା ଲୋକଙ୍କର ଜୀବନ ଭାରି ଶୂନ୍ୟ–ତାଙ୍କ ପାଇଁ ମନରେ ଶ୍ରଦ୍ଧା ରଖିବ। –ଏଠି ଦୁଃଖ କ'ଣ? –ଅଳକା ଦେବୀ? –ଏଇ ପ୍ରଶ୍ନଟି ଅଳକାକୁ ଯିଏ ପଚାରେ ସେ ଭାଗ୍ୟବାନ୍। କାରଣ ଦୁଃଖ କ'ଣ ସେ ବୁଝିପାରି ନାହିଁ। –ଆମେ ଭୋକ ଉପାସକୁ ପାରଉତ୍ତାର କଲୁ। ଦୁଃଖ ବୁଝିଲୁ ନାହିଁ? –ନା। ଅନେକ ଲୋକ ଉପବାସରେ ପଡ଼ନ୍ତି ଓ କେତେକ ଚିରଦିନ ଏଇ ଅସୁବିଧାରେ ପଡ଼ୁଥାନ୍ତି। ସେହିମାନେ ଦେଇଯାଇଛନ୍ତି ମନ ଫୁଲାଣିଆ ଗୀତ ଆଉ ଛାତିଏ ଛାତିଏ ଉଚ୍ଚ ଭାବନା-। –ଆଉ ତେବେ ଦୁଃଖ କ'ଣ? –ସବୁଥାଇ ଯେତେବେଳେ ଲୋକ କ'ଣ କରିବ ବୋଲି ଦରାଣ୍ଡି ହୁଏ ସେତେବେଳେ ବି ଗୋଟାଏ ପ୍ରକାରର ମର୍ମ୍ମଫଟା ଦୁଃଖ ଆସେ। ସେ ଦୁଃଖ ଏଇ ପେଟ–ଆଉଟା ଦୁଃଖଠାରୁ ଅଲଗା... ଏତକ କ'ଣ ତୁମେ ବୁଝିପାରିବ? –ନା, ବୁଝିପାରିବ ନାହିଁ? ରମାକାନ୍ତ ଚୁପ୍ ରହିଲା। –କ'ଣ? ଆସିଲ ଯେ ସବୁ କଥାରେ ତୁନି ପଡ଼ୁଛ। କୁହ–ଯାହା ହେଲେ ପଦେ କୁହ। –ମୁଁ ଏହି ମତଠାରୁ ଅଲଗା ମତ ଦେବି କାହିଁକି? ତମର ମତ ଯାହା–ମୋର ମଧ୍ୟ ମତ ସେଇଆ। କୁଣ୍ଠିତ ହସ ହସି ନିଜ ପ୍ରତି ସହାନୁଭୂତି ଦେଖାଇ ଅଳକା କହିଲା–ଆଜି ବଡ଼ ଶୁଭଦିନ–ସୁଖର ଦିନ। ମୋର ପୁଣି ଗୋଟାଏ ମତ? ସେଥିରେ ଏକମତ ହେବା ଲୋକ ଅଛନ୍ତି। ଯାହାହେଉ ଅଳକାର ବିଷାଦ–ଘେରା ମନ ଖୁସି କରିବା ପାଇଁ ଆସିଛ ଧନ୍ୟବାଦ– –ଯାହା କହିପାର। –ସେମିତି କହନାହିଁ ରମାକାନ୍ତ। ଭଲକଥା ପଦେ କହି ମନକୁ ମଜ୍ଜାଇ ପୁଣି ତା'କୁ ମନ୍ଦ କଥା ପଦେ କହି ବିଷାକ୍ତ କରିବ କାହିଁକି? ଆଚ୍ଛା, ମୁଁ ଟିକିଏ ଛାଡ଼ି ଆସୁଛି। ମୁହଁ ହାତ ଧୋଇ ଆସୁଛି–କ'ଣ ଖଣ୍ଡେ ପଢ଼ୁଥାଅ। କହି ପୁଳାଏ ପତ୍ରିକା ଆଣି ଥୋଇଦେଲା ରମାକାନ୍ତର କାଉଚ ଆଗରେ। ଝୁଙ୍କିପଡ଼ି ରମାକାନ୍ତର ଦେହ ଥାପୁଡ଼ାଇ ହସିକହିଲା–ରାଗିବ ନାହିଁ। ଗାଳିଦବ ନାହିଁ ଆସୁଛି। ଅଳକା ଚାଲିଗଲା ବେଳେ ରମାକାନ୍ତକୁ ଘରଟା ଖାଲି ଖାଲି ଲାଗିଲା। ଷ୍ଟେସନରୁ ଶେଷ ଗାଡ଼ିଟା ଚାଲିଗଲା ବେଳେ ଯେପରି ଏତେବଡ଼ ରେଳ ଷ୍ଟେସନ ଶୂନ୍ୟତାରେ ଭରିଯାଏ। ଗାଧୁଆ ଘରର କଳ ଫିଟିଲା। ରମାକାନ୍ତର ଭୋକିଲା ମନ ପୁଣି ମନେ ପକାଇଲା ସେ ଅଳ୍ପ ସମୟ ଆଗର ନିଦ୍ରିତା–ସୁନ୍ଦରୀର ରୂପ। ଏବେ ସେହି ରୂପଟି ପାଣିଫୁଆରର ଅସଂଖ୍ୟ କ୍ଷୁଦ୍ର ବିନ୍ଦୁର କମନୀୟତାରେ ଭରି ରହିଥିବ। ଆଗ ସାମନା କାନ୍ଥରେ ଦୁଇଟି ଛବି ଝୁଲୁଥିଲା–ଗାଧୋଇ ଫେରୁଥିବା ନାରୀରୂପର ଛବି, କିନ୍ତୁ ଅଳକାର ନୁହେଁ। କିମ୍ବା ଅଳକା ପରି ଜଣେ ନାରୀର ରୂପପରି ନୁହେଁ। କଳାକାର ମଡ଼େଲ କ'ଣ ଅଳକା ହୋଇପାରନ୍ତା ନାହିଁ?... ହାତରେ ଥିବା ପତ୍ରିକାଟିଏ ଓଲଟାଇଲା ବେଳେ ଆଖିରେ ପଡ଼ିଲା–ଘୁମନ୍ତ ସୁନ୍ଦରୀର ଛବି।... ଆରେ ବଡ଼ ଭଲ ଯୋଗ ତ। ଗାଧୋଇ ଫେରୁଥିବା ନାରୀ, ଶୋଇଥିବା ନାରୀ–ଏମିତି ସବୁ ତ ଏଠି ଅଛନ୍ତି। ଅଳକା ଯେମିତି ସେମାନେ ବି ସେମିତି। ଏତିକି ପ୍ରଭେଦ ଯେ ଅଳକା ଜୀବନ୍ତ–ଆଉ ଅଳକା ଘରେ ରମାକାନ୍ତ ବସିଛି। ରମାକାନ୍ତର ଦେହ ଅଣ୍ଟା ପାଖରେ ଉଷୁମ ହେଇ ଉଠିଲାଣି–ଆନନ୍ଦର ଦିନର ଗୋଧୂଳି ଲଗ୍ନ। କିଏ କହୁଥିଲା ଯେ ଗୋଧୂଳି ବେଳରେ ମନ ମରିଯାଏ, ଦେହ ଝାଉଁଳି ଆସେ–ନା–ନା। ଦରିଦ୍ରର ଦେହ ପ୍ରତିଧ୍ୱନି ଦେଇପାରେ ନାହିଁ ବୋଲି ଏହି ଧନୀ ଲୋକେ ପ୍ରଚାର କରିଛନ୍ତି–ପୁରା ମିଛ କଥା। ଏଇ ସାର୍ବଜନୀନ ସଂସାରରେ ଧନୀ ଓ ଦରିଦ୍ର ସମାନ। ସମାନ କ'ଣ–ଦରିଦ୍ରର ସ୍ଥାନ ଉଚ୍ଚ–ଅଧିକ ପାଇବ ବୋଲି ସେ ଦାବୀ କରିପାରେ ଓ ପାଏ ମଧ୍ୟ। କିନ୍ତୁ ଧନୀ ସବୁବେଳେ ତଳେ–ହରାଇବାର ଭୟରେ ସେ ତ୍ରସ୍ତ ହୋଇ ପଡ଼ିଥାଏ।